ଭାଉଜଙ୍କ ସହ ମିଳିମିଶି ତାକୁ ନିର୍ଯ୍ୟାତିତ କରିବାକୁ ପଛାଇଲେ ନାହିଁ। ରାଣୀଆ ସବୁ ସହେ। ସଞ୍ଜ ସକାଳେ ବୃନ୍ଦାବତୀଙ୍କ ନିକଟରେ ମୁଣ୍ଡିଆଟିଏ ମାରି ନିଜର ଦୁଃଖତକ ଅଶ୍ରୁପାତ ଦ୍ୱାରା ନିଗାଡ଼ି ଦିଏ। କାହାରିଠି କେବେ ସେ ଅପବ୍ୟବହାର ପାଇଁ ପ୍ରତିବାଦ କରିନାହିଁ। ଭାଇ ଭାଉଜଙ୍କ ଅଇଁଠାରେ କେବେ କେମିତି ମୁଠେ ବଳିଲେ ଖାଏ, ନାହିଁ ତ ପାଣି ମୁନ୍ଦେ ପିଇ ଦେଇ ଶୋଇପଡ଼େ। ସେଦିନ ବୃନ୍ଦାବତୀଙ୍କୁ ମୁଣ୍ଡିଆ ମାରି ସେ ଦାଣ୍ଡଘରକୁ ଗଲାବେଳେ କଡ଼ଘରେ ଭାଇନା ଓ ଭାଉଜ ତାକୁ ଦେଖେଇ ଶୁଣେଇ କହିଲେ-ବିଭା ନ ହୋଇ ପାରି କେତେ କେତେ ଝିଅ କୂଅ ପୋଖରୀ ଲୋଡ଼ୁଚନ୍ତି, ବିଷ ଖାଉଚନ୍ତି, ଆଉ ଦଉଡ଼ି ଦଉଚନ୍ତି। ଆମର ଏ ଟୋକିଟାକୁ କିଛି ବାଟ ଦିଶୁନି? ଏଇଟା ତ ଜନ୍ମ ହୋଇଚି ଆମର ଦୁଃଖ ପସରା ହୋଇ, ଆଉ ଆତ୍ମହତ୍ୟା କରି ଦୁଃଖ ପାଶୋରା ହବ କେଉଁଠି? ମରୁନି ଯାହା ଏଇଟା। ରାଣୀଆ ସବୁ ଶୁଣିଲା। ବାଡ଼ି ଘରେ ବସି ନନା ଓ ବୋଉଙ୍କୁ ମନେ ପକାଇ ବହୁତ କାନ୍ଦିଲା। ସେ ନିଜେ ଶୁଣିଚି, ବୋଉ ଯେତେବେଳେ ଉପାସର ଦାଉ ସମ୍ଭାଳି ନ ପାରି ଆତ୍ମହତ୍ୟା କରିବାକୁ କହନ୍ତି, ନନା ବହୁ ଶାସ୍ତ୍ର ପୁରାଣ ଆଦିର ନଜିର ଦେଇ ଆତ୍ମହତ୍ୟା ପରି ମହାପାପ ଆଉ ନାହିଁ ବୋଲି ଜଣାଇ ଦିଅନ୍ତି। ବୋଉ ତାର ଅଶେଷ କଷ୍ଟ ସହ୍ୟ କଲେ ସିନା; କେବେହେଲେ ଶେଷ ପର୍ଯ୍ୟନ୍ତ ଆତ୍ମହତ୍ୟା କରି ନାହାନ୍ତି। ମା' କହିଥିଲେ, ହଇହେ 'ସକଳ ତୀର୍ଥ ତୋ ଚରଣେ, ବଦ୍ରିକା ଯିବି କି କାରଣେ' କହି ଏହି ଶ୍ରୀକ୍ଷେତ୍ରବାସୀ ବାହାରକୁ ତୀର୍ଥ କରି ଯାଇ ନ ଥିଲେ ଟି? ତୁମେ ଶ୍ରୀକ୍ଷେତ୍ର ଛାଡ଼ି କୁଆଡ଼େ ଯିବ? ବରଂ ଏଠାରେ ଅନାବାରରେ ଜଳି ପୋଡ଼ି ମରିବା ଭଲ, ଏଠାରୁ ଗୋଡ଼ କାଢ଼ି ଅନ୍ୟତ୍ର ଯିବାର ଇଚ୍ଛା ପ୍ରକାଶ, ମହାପାପ। ରାଣୀଆ ବାପା ଓ ମାଙ୍କ ଆଦର୍ଶରେ ସଦାସର୍ବଦା ଅନୁପ୍ରାଣିତ ହୋଇ ଆସିଅଛି। ସେମାନଙ୍କର ବୁଭୁକ୍ଷା ସହିବାର ଶକ୍ତି, କର୍ତ୍ତବ୍ୟପରାୟଣତା, ସ୍ନେହଶୀଳତା, କଷ୍ଟ ସହିଷ୍ଣୁତା ଆଦି ସକଳ ଗୁଣ ସେ ପିତାମାତାଙ୍କଠୁ ଗ୍ରହଣ କରି ନେଇଥିଲା। ତେଣୁ ଗୃହତ୍ୟାଗ କରିବା ବା ଆତ୍ମହତ୍ୟା କରିବା ମହାପାପ ଜାଣି ସେ ପଥରୁ ସେ ନିବୃତ୍ତ ହୋଇଥିଲା। ତାରି ସାଥୀ ବାଜି ତାକୁ କେତେଥର ମତେଇଚି, ବୁଝେଇଚି, ବଡ଼ଭାଇ ଓ ଭାଉଜଙ୍କ ଅଯଥା ତାଡ଼ନାକୁ ପ୍ରତିବାଦ କରିବାକୁ-। ମାତ୍ର ସେ ନିଜେ ଦେହକୁ ପଥର କରି ସବୁ ସହିଚି ସିନା ପଦିଏ ପ୍ରତିବାଦାତ୍ମକ ବାଣୀ ଶୁଣାଇ ପାରେନି। ଝିଅ, ଘିଅ-ଇଏ ରହିଲେ ବଡ଼ ଅସୁନ୍ଦର ଓ ଅଶୋଭନୀୟ, ତେଣୁ ଜମିଦାର ଘରୁ ଯେଉଁ ପ୍ରସ୍ତାବ ଆସିଲା, ତାକୁ ଅକୁଣ୍ଠିତ ଚିତ୍ତରେ ରାଣୀଆର ଭାଇ ଭାଉଜ ଗ୍ରହଣ କରିଗଲେ। ବାଜି ଆସି କହି ଦେଇଗଲା ଯେ, ଜମିଦାରଟା ମଦ୍ୟପ। ତା ଅତ୍ୟାଚାର ଫଳରେ ଆଗରୁ ତିନି ତିନୋଟି ନାରୀ କୂଅ ପୋଖରୀର ଆଶ୍ରୟ ନେଇ ମୃତ୍ୟୁ ମୁଖରେ ପଡ଼ିଚନ୍ତି। ଭାଇ ଭାଉଜଙ୍କୁ ନାହିଁ କରିବାକୁ ସେ ପ୍ରବର୍ତ୍ତାଇଲା। ରାଣୀଆ କହିଲା-ବାଜି! ଭାଇ ଓ ଭାଉଜଙ୍କୁ କଲବଲ କରିବା ଅପେକ୍ଷା ନିଜେ ବରଂ ଦୁଃଖ ସାଗରକୁ ଲମ୍ପ ଦେବା ଶ୍ରେୟସ୍କର। ଅନ୍ନାଭାବ, ଭାଇ ଭାଉଜଙ୍କର କଷ୍ଟାର୍ଜିତ ଧନ ବ୍ୟୟ କରୁଛି ମୁଁ ବସି ବସି। ସେମାନଙ୍କ ମନରେ ଅଯଥ ଦୁଃଖ ଯନ୍ତ୍ରଣା ଦେବା ଅପେକ୍ଷା ବରଂ ସର୍ବସହା ଜନନୀ ପରି ସଂସାର ଜାଲରେ ନିଜକୁ ଧରାଦେବା ବାଞ୍ଛନୀୟ। ବାଜି ମୁହଁ